ନିଜର ଆତ୍ମକେନ୍ଦ୍ରିକ ଚିନ୍ତାରେ ଭଜକୃଷ୍ଣ ଓ ରମାକାନ୍ତ ଫାଟକ ବନ୍ଦ ନକରି ଚାଲି ଯାଇଥିଲେ। ଫାଟକ ନିକଟରେ ଠିଆ ହୋଇ ଅଳକା ରାସ୍ତାକୁ ଚାହିଁ ରହିଲା-ଆହା, ଏମିତି ଧୂଳିକୁ ଧୂଳି ବାଲି ନ ଭାବି ବଂଧୁ ଦୁଇଟି ଚାଲିଗଲେ। ନିନ୍ଦାକୁ ଭୟ ନକରି ଅଳକାକୁ ପ୍ରଶଂସା କରି ତାହାର ବିଚିତ୍ର ବ୍ୟବହାରକୁ ସମର୍ଥନ କରି ମଦ ବୋତଲକୁ ଛୁଇଁବାକୁ କୁଣ୍ଠାବୋଧ କଲେ ନାହିଁ। ଅଳକା ତେବେ ଅସ୍ପୃଶ୍ୟ ନୁହେଁ-ତାହାର ବିଚିତ୍ର ଚରିତ୍ର ମଧ୍ୟ ଅନ୍ୟମାନଙ୍କ ପ୍ରାଣର ତନ୍ତ୍ରୀରେ ଝଙ୍କାର ଉଠାଇ ପାରେ। ସେ ମଧ୍ୟ ପ୍ରୀତିର, କାମନାର, ଆଉ ତ୍ୟାଗର କାରଣ ହେଇପାରେ। ଉଦ୍ଭଟ ଦୁନିଆର ସ୍ଥିର ଶୀତଳତାକୁ ଉପହାସ କଲା ପରି ଅଳକା ଗୋଟିଏ ଦୃଶ୍ୟ ଦେଖିଲା-ଖଣ୍ଡେ ରିକ୍ସାରେ ଅଧ୍ୟାପକ ନଟରାଜ ଓ ନକ୍ଷତ୍ରମାଳୀ ବସି ଯାଉଛନ୍ତି। ଏତେ ସେମାନେ ତନ୍ମୟ ହୋଇ ପଡ଼ିଛନ୍ତି ଯେ ଅଳକାର ଘର ଓ ଫାଟକ ବିଷୟରେ ସଚେତନ ହୋଇ ଚାହିଁ ପାରି ନାହାନ୍ତି। ଅଳକା ମୁହଁ ବୁଲାଇ ନେଲା-ଏଇ ମାଷ୍ଟର ସାହେବଙ୍କୁ ତାଙ୍କର କାମ ପାଇଁ ଲାଜ ନାହିଁ। ଭୁଲିଗଲେ ଅଳକାର ଘର-ଅଳକା ଘରର ଫାଟକ। ମନ ଏମିତି ନିଜର ସ୍ୱାର୍ଥରେ ବାନ୍ଧି ହୋଇଗଲେ ବାହାରର ଚେତନା ହରାଇ ବସେ। -ଏଇ ନକ୍ଷତ୍ର ତ ଅଳକାର ବନ୍ଧୁ। ଅଳକା ଫେରିଲା ନିଜର କୋଠରୀ ଆଡ଼କୁ। ତାକୁ ସବୁ ଦିଶିଲା ଅତି ପୁରୁଣା କାଳିଆ ଘର-ଛୋଟିଆ ଘରଟିଏ। ଇଏ କ'ଣ? ନିଶାଟା ଧରୁଛି କି? ଘରଟା ଏମିତି ଅସୁନ୍ଦର ଦିଶୁଛି କାହିଁକି? ଆକାଶରେ ଖଣ୍ଡେ ଖଣ୍ଡେ ଧଳା ବଉଦ ନୀଳ ଚାନ୍ଦୁଆର ଚିହ୍ନ ଦେଇ ଭାସି ଯାଉଥାନ୍ତି। ସଂସାରର ଧନ ଦଉଲତ ସୁଖ ଦୁଃଖ ଉପରେ ଏମିତି ଛୋଟିଆ ଛୋଟିଆ ମଣିଷ ତାହାର କାମନା ବାସନାର ଛତାଟି ଧରି ଚାଲିଛି। ଏଥିରେ ଚରିତ୍ର ବୋଲି କିଛି କଥା ନାହିଁ। ଏହି କାମନାର ନିଶାରେ ମତୁଆଲା ହେବା ମଧ୍ୟ ସେମିତି ଅଦ୍ଭୁତ କଥା ନୁହେଁ। ଏମିତି ମଣିଷ ତାହାର ଭିନ୍ନ ଭିନ୍ନ ବୟସର ନିଶାରେ ନିଜର ଗୁଣ ଆଉ ଶକ୍ତିରେ ମାତାଲ। -ନା, ନିଶା ଧରିଛି। ଅଳକା କ'ଣ ସବୁ ଭାବିଲାଣି? ଯାଇ ଅଳକା ମୁହଁ ଧୋଇ ପକାଇଲା-ଯଦି କିଛି ବିକାର ଥାଏ ସେତକ ଧୋଇ ହେଇ ଯାଉ। ଦର୍ପଣକୁ ଚାହିଁଲା-ମୁହଁଟି ଆଉ ସେ ଛନ ଛନ ରୂପ ଦେଖାଉ ନାହିଁ। ଦାୟିତ୍ୱ ଓ କ୍ଳାନ୍ତିରେ କେମିତି ନୂଆ ପ୍ରକାରର ହେଲାଣି-ଯାତ୍ରୀ ବେଶି ହେଇଗଲେ ରେଳ ମଟରର ଡବା ମଇଳା ହେଇଗଲା ପରି। କବାଟ ବନ୍ଦ କରି ଅଳକା ଶୋଇପଡ଼ିଲା ବିଛଣାରେ-ଭାବିବାକୁ ଅନେକ କଥା ଅଛି। କିନ୍ତୁ ଭାବିବାକୁ ଇଚ୍ଛା ନାହିଁ। ଭାବନାରେ କ'ଣ ଫଳ ଫଳିବ? ପୃଥିବୀଟା ସ୍ୱର୍ଗ ହେବ? ମଣିଷ ଦେବତା ବନିବେ? କିଛି ବଦଳିବ ନାହିଁ। ତେଣୁ ଶୋଇଯିବା ସବୁଠାରୁ ଭଲ। କଅଁଳ ବିଛଣା ଉପରେ ନିଜକୁ ସୁନ୍ଦର ଭାବରେ ଶୁଆଇଲା ବେଳେ ମନ ପଡ଼ୁଥିଲା-ଓଳିକ ଆଗର କଥା। ଆଗଦିନର ଉପର ଓଳିର କଥା। ଅପେକ୍ଷା କରି କରି ସେ ଶୋଇପଡ଼ି ଥିଲା ତାହାର ବଖରାର ସୋଫା ଉପରେ। ରମାକାନ୍ତ ଆସି ଫେରିଯାଇଛି। ଏମିତି ନିଦ୍ରିତା ଯୁବତୀଙ୍କୁ ଦେଖି ଯେଉଁମାନେ ଫେରି ଯାଇଥାନ୍ତି ସେମାନଙ୍କର ନିଶ୍ଚିତ ଭାବରେ ବିଶେଷତ୍ୱ ଅଛି। ସେମାନେ ନାରୀ ଦେହର ଚୋର କି ତସ୍କର ନୁହନ୍ତି। ତଥାପି ତଥାପି ନା-ନା-ଅଳକା ମରିଗଲାଣି ନିଶ୍ଚୟ। ନାରୀକୁ ଅସଂଯତ ଅବସ୍ଥାରେ ଦେଖିଲେ ଯଦି ପୁରୁଷର ଛାତିରେ ହଠାତ୍ ସର୍ବଗ୍ରାସୀ କାମନା ପ୍ରଚଣ୍ଡ ଅଗ୍ନିର ଝଲକ ଦେଖାଇବାକୁ ଓ ଅଣାଇବାକୁ ଅସମର୍ଥ, ତାହାହେଲେ ଧିକ ସେ ନାରୀର ଦେହ-ତାହାର ବୟସ ଓ ସୌନ୍ଦର୍ଯ୍ୟ। ଚିତ୍ହୋଇ ଶୋଇ ଉପରକୁ ଚାହିଁଥିଲା-କେଜାଣି ହେଲେ ହବା ହେଇପାରେ। ସେ ଆଉ ପୁରୁଷଙ୍କର ପ୍ରୀତି ଆକର୍ଷଣ କରିବାକୁ ଅକ୍ଷମ। ସତେ କ'ଣ ତା'ର ନାରୀତ୍ୱର ଜଳସ୍ରୋତ ଶିଥିଳ ହୋଇ ଆସିଲାଣି? ଇଏ କ'ଣ ସମ୍ଭବ? ନା, ନା ସମ୍ଭବ ନୁହେ। -କେଜାଣି ଅସମ୍ଭବ ମଧ୍ୟ ସମ୍ଭବ ହେଇଥାଏ-ଲୋକ ଅନୁସାରେ। ରମାକାନ୍ତ ସେହି ଲୋକ ନୁହେଁ। ନ ହେବାର କଥା ମଧ୍ୟ। ଶୋଇଛି। ଉଠିଛି। ଖାଇଛି। ଆଲାର୍ମ ଦେଇଛି-ପୁଣି ଶୋଇଛି। ସମସ୍ତଙ୍କୁ କହି ଦେଇଛି ଯେ କେହି ଯେପରି ତା'କୁ ଉଠାଇବେ ନାହିଁ। ଯାହା ବି କାରଣ ହେଇଥାଉ ନା କାହିଁକି? ଆଲାର୍ମ ଘଡ଼ିର ଡାକରେ ଉଠି ସେ ଚାରିଆଡ଼କୁ ଚାହିଁଥିଲା-ଦେହ ଅଳସ ଲାଗୁଛି।